ନୂଆ ଘର ଖୋଜିବା ପାଇଁ ମୁଁ ଲାଗିପଡ଼ିଲି। ଜଣେ ସାଧାରଣ ରୋଜଗାରୀ ଲୋକ ପକ୍ଷରେ ନୂଆଘର ଖଣ୍ଡେ ଯୋଗାଡ଼ କରିବା ଅତି କଷ୍ଟକର। ଖୋଜି ଖୋଜି କୋଉଠି ହେଲେ ଗୋଟିଏ ମନମୁତାବକ ଘର ପାଇଲିନି। ଦିନେ ଆଲ୍-ରୋଡ଼ା ଅଞ୍ଚଳରେ ଘର ଖୋଜି ଖୋଜି ଶେଷରେ ମୁଁ ବସା ଘରକୁ ଫେରୁଥାଏ। ଖୁବ୍ ଭାରାକ୍ରାନ୍ତ ମନରେ ଆସି ବସ୍ ଧରିଲି। ହଠାତ୍ ଭିତରେ ଗୋଟିଏ ସୁନ୍ଦରୀ ଓ ସୁଶ୍ରୀ ମହିଳାର ଆବିର୍ଭାବ ହେତୁ ଯାତ୍ରୀମାନଙ୍କ ଭିତରେ ଚାଞ୍ଚଲ୍ୟ ଦେଖାଦେଲା। ନାରୀଟିର ଦେହର ଗଠନ ବାସ୍ତବିକ ଅତି ଚମତ୍କାର 'ମିଲାୟା-ଲାଫ' ଚଦର ଖଣ୍ଡକ ଘୋଡ଼େଇ ପଡ଼ିଥିବାରୁ କଟିଠାରୁ ବକ୍ଷାଂଶର ଗଠନ ଅବଶ୍ୟ ଢାଙ୍କି ହୋଇ ପଡ଼ିଥାଏ। କିନ୍ତୁ ମୁଁ ଭଲ ଭାବରେ ଅନୁମାନ କରିପାରିଲି-। ନାରୀର ଦେହ ଗଠନ ଅତି ସୁନ୍ଦର, ଡେଙ୍ଗା ଆଉ ତନୁପାତଳୀ, ସେଥିରେ ସ୍ତନଦିଟା କାହାରିକି ଭ୍ରୂକ୍ଷେପ ନ କରି ବିଦ୍ରୋହୀଭଳି ଠିଆ ହେଇଛି। କଟିଟା ମଧ୍ୟ ସରୁ, ନରମ ମାଂସର ନିଟୋଳ ଗଠନରେ ଫୁଲି ଉଠିଛି ନିତମ୍ବ। ମଧ୍ୟରାତ୍ରିର ଆକାଶରେ ଚନ୍ଦ୍ର ପରିଭ୍ରମଣ କଲାପରି ସେହି ସୁନ୍ଦରୀ ମହିଳା ବସ୍ ଭିତରେ ଗତି ପ୍ରସାରକରି ଚାଲିଲା। ଜାଗା ଖୋଜି ଖୋଜି ଶେଷକୁ ସେ ମୋର ପାଖରେ ଖାଲି ପଡ଼ିଥିବା ସ୍ଥାନଟିରେ ଆସି ବସି ପଡ଼ିଲା। ମନେହେଲା ଦିନଯାକର ଶ୍ରାନ୍ତି ଓ ଅବସାଦର ବର୍ତ୍ତମାନ କ୍ଷତିପୂରଣ ମିଳିଲା ଯେମିତି। ପାଖରେ ଦେଖିଲି, ନାରୀର ନଗ୍ନ ବାହୁଦିଟା ଭାରି ଲୋଭନୀୟ। ମିଲାୟା-ଲାଫ୍ ତଳୁ ମଧ୍ୟ ତାହା ଫୁଟି ଦିଶୁଛି। ବସ୍ କଣ୍ଡକଟରକୁ ପଇସା ଦେବାପାଇଁ ସେ ବାହୁ ଦୁଇଟିକୁ ଚଦରର ଘୋଡ଼ଣି ତଳୁ ମୁକ୍ତ କଲା। ମୁଁ ଯେ ତାର ସୌନ୍ଦର୍ଯ୍ୟରେ ପ୍ରଲୋଭିତ ହୋଇପଡ଼ିଛି, ସେ କଥା ସେ ହୁଏତ ଲକ୍ଷ୍ୟ କରିସାରିଛି। ସେଥିପାଇଁ ମୁଣ୍ଡର କେଶଗୁଚ୍ଛକୁ ସଜାଡ଼ିବା ବାହାନାରେ ସେ ମିଲାୟା-ଲାଫଟାକୁ ଦେହରୁ ପୁରାପୁରି ଖସାଇ ଦେଲା-। ମୋ ଆଖି ଆଗରେ ଖୋଲି ଦେଲା ତାର ଲୋଭନୀୟ ସ୍କନ୍ଧଦେଶ, ଆଉ ଉନ୍ନତ ସ୍ତନ ଦୁଇଟିର ପରିପୂର୍ଣ୍ଣ ଗୌରବ। ଅଳ୍ପ ସମୟର ବ୍ୟବଧାନ ଭିତରେ ଘଟିଗଲା ଏହି ଦୃଶ୍ୟର ପ୍ରକାଶ। ତାପରେ ସେ ଲୋଭନୀୟ ଦେହାଂଶକୁ ଢାଙ୍କିନେଲା ପୁଣି ମିଲାୟା-ଲଫର୍ ଆବରଣ ତଳେ। ସୁଯୋଗ ହାସଲର ଜଣେ ଦକ୍ଷ ଲୋକର କାଇଦା ଧରି ସେଇ ରମଣୀ ହାତରୁ ଖସି ପଡ଼ିଥିବା ଗୋଟିଏ। ଅଣି ଗୋଟେଇ ନେଇ ତ ହାତକୁ ବଢ଼େଇ ଦେଲା। ମତେ ଧନ୍ୟବାଦ୍ ଜଣାଇ କିଛି ସମୟ ପରେ ସେହି ମହିଳାଟି ବିସ୍ମୟକର ଘନିଷ୍ଠତାର ସ୍ୱରରେ ମୋତେ ପ୍ରଶ୍ନ କଲା। "ତମେ କୋଉଠିକି ଯାଉଛ? " "ଯେତେଦୂର ବିଶ୍ୱାସ ଘରକୁ ଫେରୁଛି। " "ଅଲ୍-ରୋଡ଼ାରେ ଗୋଟିଏ ଘର ଖୋଜିବାକୁ ଯାଇଥିଲି। " ମହିଳାଟିର ଅନୁସନ୍ଧିତ୍ସା ଆହୁରି ବୃଦ୍ଧି ପାଇଲା। "ବର୍ତ୍ତମାନ ଯୋଉଠି ଅଛ, ସେଠି କିଛି ଅସୁବିଧା ଘଟିଛି ତା' ହେଲେ। କଣ ସତ? " "ସେଇଟା ସତ। ପଡ଼ୋଶୀ ଲୋକଗୁଡ଼ାକ ଭାରି ଖରାପ, ପୁଣି, ସେମାନଙ୍କ ଭିତରେ ଗୋଟାଏ କଂସେଇ ଅଛି, ଯିଏ ଅନାୟାସରେ ଜଣେ ଲୋକଙ୍କର ବେକ କାଟି ଦିଖଣ୍ଡ କରିଦେଇପାରେ, ତମେ ମଟର ଛୁଇଁର ଚୋପା ଛଡ଼େଇଲା ପରି; ଆଉ ପ୍ରତିଦିନ ରାତିରେ ଚର୍ଚ୍ଚିଲ ଆଉ ହିଟଲର୍ ଦେଇ ସେ ଭୟାନକ ଭାବରେ ଧୂଆଁ ଖାଏ... " ମହିଳାଟି ହସରେ ଭାଙ୍ଗି ପଡ଼ିଲା। କିନ୍ତୁ ସିଏ ଆଉ କିଛି ମନ୍ତବ୍ୟ କରିବା ଆଗରୁ ବସ୍ ଆସି ଆମ ରାସ୍ତାର ଛକ ପାଖରେ ପହଞ୍ଚିଗଲା। ମୁଁ ଠିଆ ହେଇପଡ଼ିଲି ଓହ୍ଲେଇ ଯିବାକୁ। ମହିଳାଟି ଦେହରେ